'' ଏହା କହି ଆଲେସ୍କି ଚାଲିଗଲେ ଡିରେକ୍ଟରଙ୍କ କୋଠି ଆଡ଼େ। ଆଲେସ୍କିଙ୍କ ମୁଖରୁ ଲେନା ନିଜର ପ୍ରଶଂସା ଶୁଣି ଗର୍ବରେ ଛାତି ତା'ର ଫୁଲି ଉଠୁଥିଲା, ବିଶେଷତଃ ମେରିନା ଆଗରେ। ଅଲକ୍ଷିତରେ ମେରିନା ପ୍ରତି ତା'ର କେଉଁ ପ୍ରତିଯୋଗୀ ମନୋଭାବ ଥିଲା କେଜାଣି, ସେ ଏହି ପ୍ରଶଂସାରେ ପାଉଥିଲା ପରିତୃପ୍ତି। କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବା ଦିନ ଏହି ଦିନଟି ଯେତିକି ପାଖେଇ ଆସୁଥାଏ, ମେରିନାର ହୃଦୟ ଠିକ୍ ସେତିକି ପରିମାଣରେ ଉଦ୍ବେଳିତ ହେଉଥାଏ। ଯିବା ଦିନ ସକାଳୁ ଉଠି ମେରିନା ଆଲେସ୍କିଙ୍କର ଶୟନକକ୍ଷ ଆଡ଼କୁ ଚାଲିଗଲା। ସେତେବେଳକୁ ଆଲେସ୍କି ଉଠି କେଉଁଆଡ଼େ ଚାଲିଗଲେଣି। ଆଲେସ୍କିଙ୍କ କକ୍ଷରୁ ଫେରି ଆସୁ ଆସୁ ବାରଣ୍ଡାର ଝରକା ଦେଇ ସେ ଦୂର ଦିଗୋଳ ଦିଗୋଳୟକୁ ଅନାଇ ହଠାତ୍ ଅଟକିଗଲା। ସେତେବେଳକୁ ପୂର୍ବଦିଗ ଲୋହିତ ହୋଇଉଠିଲାଣି। ନାନା ବର୍ଣ୍ଣର ଘନ ମେଘମାଳା ପଛରୁ ସୂର୍ଯ୍ୟ ଉଙ୍କି ମାରୁଥିଲେ; ଯେପରି ପାତଳ-ପାଟଳ-ପାରଦା ଆଢୁଆଳରେ ନବବିବାହିତା ଲୋହିତାମ୍ବରା ସୁନ୍ଦରୀ। ଚାହୁଁ ଚାହୁଁ ପୂର୍ବାକାଶ ପରିଶୋଭିତ କରି ପ୍ରଭାତସଞ୍ଚିତ ସ୍ତରବିନାସ୍ତ ଲୋହିତାଭ ମେଘରାଶି ପଶ୍ଚାତ୍ରୁ ଦିନମଣି ହସି ହସି ଡେଇଁପଡ଼ିଲେ। କି ସୁନ୍ଦର ସେ ଦୃଶ୍ୟ! ମେରିନା ଏତେଦିନ ଧରି ସେହି ଗିରିଶୃଙ୍ଗରେ ରହିଥିଲେ କ'ଣ ହେବ, କେବେ ସୂର୍ଯ୍ୟଦେବଙ୍କର ଏହି ଉଦୟ ପ୍ରତି ଏତେ ଆକୃଷ୍ଟ ହୋଇ ନଥିଲା। ତେବେ କ'ଣ ଧରା ଛାଡ଼ି ଚାଲିଯାଉଛି ବୋଲି ଏ ତା'ର ଶେଷ ମମତା? ସେ ପୂର୍ବାକାଶରେ ଏହି। ଅପାର୍ଥିବ ସୌନ୍ଦର୍ଯ୍ୟକୁ ଛାଡ଼ି ନପାରି ବାତାୟନ ଦେଇ ସୂର୍ଯ୍ୟ ଉଇଁଆସୁଥିବା ଆକାଶ ଆଡ଼କୁ ଅନାଇ ରହିଲା। କି ମନୋଲୋଭା ସେ ଦୃଶ୍ୟ! ଦୂରସ୍ଥିତ ଅଗ୍ନିଦାହବତ୍ ମେଘମାଳା ପ୍ରଥମେ କିପରି ଧୀରୋଜ୍ଜ୍ୱଳ ବର୍ଣ୍ଣ ଧାରଣ କଲା ଓ କ୍ରମେ କ୍ରମେ ଆଭ୍ୟନ୍ତରୀଣ ଅଗ୍ନିପ୍ରବାହରେ ସେହି ଭାବର ପରିବର୍ତ୍ତନ ହୋଇ କ୍ରମଶଃ ସେଥିରୁ ଧୀରେ ଧୀରେ ସମୁଜ୍ଜ୍ୱଳ ସୁବର୍ଣ୍ଣ ରେଖା ବାହାରିଲା, ସେ ତାହା ଦେଖି ଆତ୍ମବିସ୍ମୃତା ହୋଇପଡ଼ିଲା। ସେହି ରେଖା କିପରି କ୍ରମେ କ୍ରମେ ଉଜ୍ଜ୍ୱଳ ଅଗ୍ନିବର୍ଣ୍ଣରେ ପରିବର୍ତ୍ତିତ ହୋଇ ଜ୍ୟୋତିର୍ମୟ କିରଣରାଶିକୁ ଦୂରଦୂରାନ୍ତର ଆକାଶପ୍ରାନ୍ତରେ ବିଞ୍ଛାଡ଼ି ଦେଇ ସମସ୍ତ ଗଗନମଣ୍ଡଳକୁ ଏକାବେଳକେ ଉଜ୍ଜ୍ୱଳ କରିଦେଲା, ତାହା ଦେଖି ତା'ର ହୃଦୟ ଆନନ୍ଦରେ ଫୁ ପୂରିଉଠିଲା। ପ୍ରତ୍ୟୁଷରୁ ଆଳସ୍ୟର ମୋହ ଛାଡ଼ି ସଂସାର ପ୍ରଲୋଭନକୁ ଅତିକ୍ରମ କରି ମେରିନା ବାତାୟନ ଦ୍ୱାରଠାରେ ଠିଆହୋଇ ପ୍ରକୃତି–ରାଣୀଙ୍କର ଏଇ ସୌନ୍ଦର୍ଯ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ କେତେ କ'ଣ ଭାବିଯାଉଥାଏ। ପୃଥିବୀ ଛାଡ଼ି ଏତେ ଦୂରକୁ ଯାଉଛି, କେତେବେଳେ କ'ଣ ହେବ, ଭାବିଲାବେଳକୁ ମୁଣ୍ଡ ତାର କଣ ହୋଇଯାଉଥାଏ। ତା' କାନ ପାଖରେ ବାରମ୍ବାର ପ୍ରତିଧ୍ୱନି ହେଉଥାଏ, ଆସିବା ଦିନ ଆଲେସ୍କିଙ୍କ ଫେରିଯିବା ପାଇଁ ଅନୁରୋଧଗୁଡ଼ିକ। ପୁଣି ପର ମୁହୂର୍ତ୍ତରେ ମନରେ ସାନ୍ତ୍ୱନା ଆସୁଥାଏ ଯେ ସେ ତ ଏକା ଯାଉନାହିଁ, ତା ସାଙ୍ଗରେ ଯାଉଛନ୍ତି ନିଜର ପ୍ରିୟତମ। ଆଉ ଚିନ୍ତା କେଉଁଥିପାଇଁ? ବାତାୟନଠାରେ ଠିଆହୋଇ ମେରିନା ଏଇଭଳି କେତେ କ'ଣ ଭାବିଯାଉଥିଲା। ଆଲେସ୍କିଙ୍କ ପିତା ତାଙ୍କ ଶୟନ କକ୍ଷରୁ ଉଠି ତା ପାଖକୁ ଚାଲିଆସି ପଚାରିଲେ, ''କ'ଣ ମା, ତୁ ଯେ ଏଠି ଠିଆ ହୋଇଛୁ? ଆଲେସ୍କି ନାହିଁ ତା କୋଠରିରେ? ଏତେ ସକାଳୁ କ'ଣ ସେ କୁଆଡ଼େ ଯାଇସାରିଲାଣି-? '' ହଠାତ୍ ମେରିନାର ଚିନ୍ତାର ଖିଅ ଏହି ପ୍ରଶ୍ନ କେତୋଟିରେ ଛିଡ଼ିଗଲା। ସେ କହିଲା, ''ବୋଧହୁଏ, କୌଣସି ଏକ ଜରୁରୀ କାମରେ ବାହାରି ଯାଇଛନ୍ତି। ଆଜି ପରା ଆମର ପୃଥିବୀ ଛାଡ଼ିବା ଦିନ। ଗିରିଶୃଙ୍ଗଟି କିପରି ବହୁ ଆଗନ୍ତୁକଙ୍କ ଆଗମନରେ ମୁଖରିତ